ଅନେକ ମନେ କରନ୍ତି ସ୍ୱାଧୀନତା ଆନ୍ଦୋଳନବେଳେ ଛାତ୍ରମାନଙ୍କୁ ରାଜନୈତିକ କାର୍ଯ୍ୟରେ ମତାଇ ଦିଆ ହୋଇଥିଲା। ଯୁବକମାନଙ୍କୁ ଯେଉଁ ଉଦ୍ବୋଧନ ଦିଆଯାଏ, ତାହା ଛାତ୍ରମାନଙ୍କ କାନରେ ବାଜିବ ଓ ମନରେ ମଧ୍ୟ ପ୍ରତିଧ୍ୱନିତ ହେବ। ସ୍ୱାଧୀନତା ଆନ୍ଦୋଳନ ପରେ, ବହୁବର୍ଷ କାଳ ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ ବିଚାରରୁ ଅନୁଷ୍ଠାନମାନ କାର୍ଯ୍ୟ କରୁଥିଲା। ଆଜି ତାହା ନାହିଁ। ମନେହୁଏ ଏହା ରୁ ବନ୍ଦ ହୋଇଗଲା। ତତ୍ପୂର୍ବରୁ ଦୁଇଟି ସର୍ବଭାରତୀୟ ଛାତ୍ର ଅନୁଷ୍ଠାନ ଥିଲା ଓ ଏହାର ଶାଖା ପ୍ରାୟ ପ୍ରତ୍ୟେକ କଲେଜରେ ଥିଲା। ଗୋଟିଏ ଥିଲା ଛାତ୍ର ଇଉନିଅନ ଓ ଆଉ ଗୋଟିଏ ଥିଲା ଛାତ୍ର ଫେଡ଼େରେସନ। ଛାତ୍ର ଫେଡ଼େରେସନ କମ୍ୟୁନିଷ୍ଟ ମତବାଦଦ୍ୱାରା ପ୍ରଭାବିତ ଓ ଛାତ୍ର ଇଉନିୟନ ମୁଖ୍ୟତଃ କଂଗ୍ରେସଦ୍ୱାରା ପ୍ରଭାବିତ ହେଉଥିଲା। ସେତେବେଳେ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟ ଏହିପରି ଭାବରେ ଛାତ୍ର ରାଜନୀତି ରୂପ ନେଇଥିଲା। ପୁଣି ପରେ ଜନସଂଘ ମତବାଦ ମଧ୍ୟ ଛାତ୍ର ରାଜନୀତିରେ ପ୍ରବେଶ କଲା ଓ ଏମାନଙ୍କ ସଂସ୍ଥା ବିଦ୍ୟାର୍ଥୀ ପରିଷଦ ମଧ୍ୟ ସର୍ବଭାରତୀୟ ଅନୁଷ୍ଠାନ ଥିଲା। କ୍ରମେ କଂଗ୍ରେସ ଭିତରେ, ମତଭେଦ, କମ୍ୟୁନିଷ୍ଟ ପାର୍ଟିରେ ମତଭେଦ ଘଟିବା ଫଳରେ ସେ ମତଭେଦ ଛାତ୍ର ଅନୁଷ୍ଠାନମାନଙ୍କ ମଧ୍ୟରେ ପ୍ରବେଶ କରି ଓ ପରିମାଣରେ ଛାତ୍ରମାନଙ୍କ ମଧ୍ୟରେ ସାଧାରଣ ଭାବରେ କୌଣସି ରାଜନୈତିକ ମତବାଦର ପ୍ରଭାବ ରହିଲାନାହିଁ। ଏହା ଫଳରେ ଦେଶର ରାଜନୀତିଠାରୁ ଶିକ୍ଷିତ ଯୁବସମାଜ ବସ୍ତୁତଃ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏଥିପାଇଁ ଯେ ଛାତ୍ର ସମାଜ ଦାୟୀ ତାହା ନୁହେଁ। ନିର୍ଦ୍ଦିଷ୍ଟ ମତବାଦ ଘେନି ରାଜନୈତିକ ଦଳମାନେ ପରିଚାଳିତ ହେଉ ନଥିବାରୁ ତାହାର ପ୍ରଭାବ ଛାତ୍ରମାନଙ୍କ ଉପରେ ପଡ଼ୁଛି। ସୁବିଧାବାଦ ହିଁ ମତବାଦ ବୋଲି ଅନେକ ମନେ କରି ନେଉଛନ୍ତି। ତଥାପି ଛାତ୍ର ଫେଡ଼େରେସନ ଓ ବିଦ୍ୟାର୍ଥୀ। ପରିଷଦ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛନ୍ତି ଓ ସେମାନଙ୍କ ଭିତରେ ରାଜନୈତିକ ମତବାଦ କାର୍ଯ୍ୟ କରୁଛି। ତା ବାହାରେ ଅନ୍ୟ କୌଣସି ରାଜନୈତିକ ମତବାଦକୁ ଆଶ୍ରୟ କରି ସବୁ କଲେଜରେ କାର୍ଯ୍ୟ କରୁଥିବା ଛାତ୍ର ଅନୁଷ୍ଠାନ ବୋଧହୁଏ ନାହିଁ। ଏହା ଏକ ଭାରତର ରାଜନୈତିକ ସମସ୍ୟା। ସମାଜବାଦ ଦେଶରେ ଗୃହୀତ ହୋଇଛି-। ଏହାରି ନାମରେ ବ୍ୟବସ୍ଥା ସଭାମାନଙ୍କୁ ପ୍ରତିନିଧି ଗଲେ ଯେ କାମ ହୋଇଯିବ, ତାହା କଦାପି ନୁହେଁ। ଶାସନ ମାଧ୍ୟମରେ ସମାଜବାଦ ସ୍ଥାପନ କରିବାକୁ ହେଲେ ଶାସନର ସବୁ ଅଙ୍ଗ ସେହି ନୀତିରେ ପ୍ରଭାବିତ ହେବା ଆବଶ୍ୟକ। ଆଜି ଯେ ଶାସନ କ୍ଷେତ୍ରରେ ସାଧାରଣ ଲୋକ ସହାନୁଭୂତି ତ ଦୂରର କଥା, ସାଧାରଣ ସମ୍ମାନ ଟିକିଏ ସୁଦ୍ଧା ପାଉ ନାହାନ୍ତି। ତାହାର କାରଣ ହେଉଚି, ଛାତ୍ରାବସ୍ଥାରେ ବିଭିନ୍ନ ବିଭାଗର ଅଫିସରମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦଦ୍ୱାରା ପ୍ରଭାବିତ ହୋଇନାହାନ୍ତି। ଯଦି କୌଣସି ମତବାଦ କାର୍ଯ୍ୟ କରିଥାଏ, ତେବେ ତାହା ହେଉଛି ସୁବିଧାବାଦ। ସେଥିରେ ସାଧୁତା ନାହିଁ କି ସୌଜନ୍ୟ ନାହିଁ। ଅବଶ୍ୟ ଆଜିର ରାଜନୈତିକ ପରିସ୍ଥିତିରେ ନିର୍ଦ୍ଦିଷ୍ଟ ମତବାଦ ଘେନି ସର୍ବଭାରତୀୟ ଛାତ୍ର ଅନୁଷ୍ଠାନ ଗଢ଼ିବା ସମ୍ଭବ ନୁହେଁ। ସେଥିପାଇଁ ସମୟ ଓ ଶକ୍ତି ଦେବାପାଇଁ ଲୋକ ମଧ୍ୟ ନାହାନ୍ତି। ପ୍ରାଦେଶିକ ସ୍ତରରେ ଏ ଦିଗରେ ଉଦ୍ୟମ ହେଲେ ହୁଏତ ଏହା କାର୍ଯ୍ୟକାରୀ ହୋଇପାରେ; ମାତ୍ର ସେଥିପାଇଁ ସମୟ ଓ ଶକ୍ତି ଦେବାପାଇଁ ଛାତ୍ରମାନଙ୍କ ଭିତରୁ କେତେକ ବାହାରିବା ଉଚିତ। ଯଦି ପ୍ରାଦେଶିକ ସ୍ତରରେ ତାହା ସମ୍ଭବ ହୋଇ ନ ପାରୁଛି, ତେବେ କଲେଜ ସ୍ତରରେ ମଧ୍ୟ ତାହା ଆରମ୍ଭ କରାଯାଇପାରେ। ନିର୍ଦ୍ଦିଷ୍ଟ ମତବାଦ ଘେନି ରାଜନୈତିକ ଦଳମାନେ ଅଛନ୍ତି। ପ୍ରତ୍ୟେକ ଦଳର କୌଣସି